କିନ୍ତୁ କିନ୍ତୁ ଏ ସମାଜ କ'ଣ ସମସ୍ତଙ୍କୁ ସମସ୍ତଙ୍କର ପ୍ରାପ୍ୟ ଦେଇ ଜାଣେ? ଅନେକ ସମୟରେ ଜୋର କରି ପ୍ରାପ୍ୟ ଆଦାୟ କରିବାକୁ ହୁଏ। ସେହି ପ୍ରାପ୍ୟ ଆଦାୟ କରିବା ପାଇଁ ଚାହେଁ ଚନ୍ଦ୍ରାବତୀ। ସେଇଥିପାଇଁ ତା' ଜୀବନରେ ଏତେ ଦୁଃଖ, ଏତେ ନିର୍ଯାତନା।ଉଠିଲା ଚନ୍ଦ୍ରାବତୀ... ଅସୀମର ଆହ୍ୱାନରେ ଚନ୍ଦ୍ରାବତୀ ଦୌଡ଼େ ନାହିଁ। ସସୀମ ଦୈହିକ କାମନା ହିଁ ତା' ଜୀବନର ମସ୍ତବଡ଼ କାମନା। ଏଇଥିପାଇଁ ସେ ରାତି ରାତି ଦ୍ୱାର ଦ୍ୱାର ବୁଲେ, ଜୀବନ ଭିକ୍ଷା କରେ। ଅନେକ ରାତି ସେ ଅନେକ ପୁରୁଷଙ୍କ ଘରେ କଟାଇଛି। ତୂଳିତଳ୍ପର ଶଯ୍ୟା ଉପରେ ଚାହିଁଛି ଗୋଟିଏ ଦିନକ ଖୋରାକ। ଏ ସବୁ ଦିନମାନଙ୍କରେ ଟିକେ ବୋଲି ଅନୁତପ୍ତ ହୋଇନି ସେ।ଆଜି କିନ୍ତୁ ତା' ଜୀବନରେ ଗୋଟିଏ ନୂଆ ଦିନ। ଆଜି ସେ ଚାହେଁନା କାହାର ଉଷୁମ କୋଳ ଭିତରେ ରାତିର ନିବିଡ଼ତା ଅନୁଭବ କରିବାକୁ। ଆଜି ସେ ଚାହେଁ ଏକ ନିର୍ବିକଳ୍ପ ଆତ୍ମିକ ଶାନ୍ତି।ଠିଆ ହେଲା ଚନ୍ଦ୍ରାବତୀ, ଏକ ଅହେତୁକୀ ତାଡ଼ନାରେ ଆଗେଇଲା ଆଗକୁ। ବାଁ ପାଖରେ କାଠଯୋଡ଼ି ବାଲି। ପଛରେ ବିରାଟ ଖାନ୍ନଗର ମଶାଣି। ହୁଏତ କେତୋଟି ବିଲୁଆ ପୁଳାଏ ପଚା ମାଂସ ପାଇଁ କଳି ଆରମ୍ଭ କରି ଦେଇଛନ୍ତି। ଆଉ ଟିକେ ପରେ ସେମାନେ ନିକଟତର ହେବେ, ନୂଆ ଶବର ଅନୁସନ୍ଧାନ କରିବେ। ଆଉ ଚିନ୍ତା କରି ପାରୁନି ଚନ୍ଦ୍ରାବତୀ, ଖାନ୍ନଗରର ଇତିହାସଠାରୁ ଯେ ଏ ବିଲୁଆମାନଙ୍କର ଇତିହାସ ମଧ୍ୟ କମ୍ ନୁହେଁ, ଏକଥା ବେଶ୍ ଜଣାଥିଲା କୁମାରୀ ଚନ୍ଦ୍ରାବତୀକୁ।ବାଟ ଦେଖିଲା ମଣିଷ ଭଳି ଆଗକୁ ଚାଲିବାରେ ଲାଗିଛି ଚନ୍ଦ୍ରାବତୀ। କେଉଁଆଡ଼େ ଯିବ ସେ? କେତେ ବାଟ ବା ଯିବାକୁ ହେବ ତାକୁ? ସମ୍ମୁଖରେ ଦ୍ୱିମହଲା ପ୍ରାସାଦ। ନୀଳ ରଙ୍ଗର ଆଲୁଅ ଜଳୁଛି। ହୁଏତ କେଉଁ ଅଚିହ୍ନା ମଣିଷ ଏଇ ନୀଳ ଆଲୋକ ତଳେ ଜୀବନର ନୂଆ ସ୍ୱପ୍ନ ଦେଖୁଥିବେ, ସୁନାର ସଂସାର ଗଢ଼ିବାକୁ କାମନା କରୁଥିବେ। ପ୍ରାସାଦ ଆଡ଼େ ଚାହିଁ କିଛି ସମୟ ଅଟକିଗଲା ଚନ୍ଦ୍ରାବତୀ। ତା' ପରେ, ତା' ପରେ ଗେଟ୍ ଖୋଲି ଭିତରକୁ ମୁହାଁଇଲା ଆଜି ଲୋପାମୁଦ୍ରାକୁ ନିଦ ନାହିଁ। ମାତ୍ର ସଞ୍ଜବେଳେ ଚିତ୍ରାଙ୍ଗଦା ଖବର ଦେଇଯାଇଛି, ଅଧ୍ୟାପକ ହେମକାନ୍ତଙ୍କୁ କଲେଜରୁ ବହିଷ୍କାର କରାଗଲା। ତାଙ୍କ ପଛରୁ ଏମ୍.ଏ. ଡିଗ୍ରୀ କାଢ଼ି ନେବା ପାଇଁ ବିଶ୍ୱବିଦ୍ୟାଳୟକୁ ଲେଖାଗଲା। କିନ୍ତୁ ଏମିତି ନିଷ୍ଠୁର ଦଣ୍ଡାଦେଶ ପାଇଁ କ'ଣ ଆପତ୍ତି ଦରଖାସ୍ତ ଦେଇଥିଲେ ଲୋପାମୁଦ୍ରା?ଚିତ୍ରାଙ୍ଗଦା କହୁଥିଲା, ଲୋପାମୁଦ୍ରାର ଅଭିଯୋଗ ସହିତ ଯୋଗ କରି ଅନେକ ଅଭିଯୋଗ ବାଢ଼ିଥିଲେ ସଦସ୍ୟମାନେ। କିଏ କହିଲା, "ମୋ ପୁଅ ଉପରେ ଗ୍ରଜ୍ ରଖି ସେ ଫେଲ୍ କରାଇଛନ୍ତି।" କିଏ କହିଲା, "ଅନେକ ଛାତ୍ର କ୍ଲାସରେ ଉପସ୍ଥିତ ଥିଲେ ମଧ୍ୟ ଗ୍ରଜ୍ ରଖି ସେ ଉପସ୍ଥା ଉପସ୍ଥାନ ନେଇ ନାହାନ୍ତି।" କିଏ କହିଲା, "ଛାତ୍ରୀମାନଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ଦେଖାଇବା ତାଙ୍କ ନିକଟରେ ନୂଆ ନୁହେଁ।" ଏମିତି ବହୁ ଘଟଣାରେ ସେ ସମ୍ପୃକ୍ତ।ଟପ୍ ଟପ୍ ହୋଇ ଲୋପାମୁଦ୍ରା ଆଖିରୁ ଲୁହ ଝରି ପଡ଼ିଲା। ହଁ, କୁକୁରକୁ ଥରେ ପାଗଳ କହିବା ପରେ ବାଡ଼େଇ ବାଡ଼େଇ ମାରି ଦେଲେ ଆଉ ଦୋଷ ଲାଗେ ନାହିଁ। ଏ ମଣିଷ ବଡ଼ ସୁବିଧାକାରୀ। କାହାରି ବିରୁଦ୍ଧରେ ଗୋଟିଏ ଛୋଟ ଅଭିଯୋଗ ଉଠିଲେ ସେ ଶାଖା ପ୍ରଶାଖା ମେଲି ଗତି କରିବାକୁ ଲାଗେ। ତାକୁ ଆଉ ରୋକି ହୁଏନାହିଁ, ତାକୁ ଆଉ ଅଟକାଇ ହୁଏନାହିଁ। କିନ୍ତୁ ସାମାନ୍ୟ କେତେ ଦିନ ଆଗରୁ କେଉଁଆଡ଼େ ଥିଲେ ଏ ଅଭିଯୋଗକାରୀମାନେ? ଆଉ ଭାବି ପାରୁନି ଲୋପାମୁଦ୍ରା।ଚିତ୍ରାଙ୍ଗଦା ଚାଲିଯାଇଛି ସତ, ହେଲେ ଲୋପାମୁଦ୍ରା ପାଇଁ ଛାଡ଼ି ଯାଇଛି ଭାବନାର ବିରାଟ ବୋଝ। ସେ ବୋଝକୁ ଆଉ ଓହ୍ଲାଇ ପାରୁନାହିଁ ଲୋପାମୁଦ୍ରା। ଠିକ୍ ଏ ଖବର ପାଇବା ପରେ ହଠାତ୍ ଦେହର ଗହଣାତକ ଓହ୍ଲାଇ ଲୋପାମୁଦ୍ରା ଥୋଇ ଦେଇଥିଲା ଦାଣ୍ଡଘର ଟେବୁଲ ଉପରେ। ସତେ ଅବା ସେ ଭାବୁଥିଲାସେ ସନ୍ନ୍ୟାସିନୀ ହେବ, ସେ ଅନାସକ୍ତା ହେବ।ଏ ସମୟରେ ପହଞ୍ଚି ଯାଇଥିଲେ ବାରିଷ୍ଟର ଶାନ୍ତନୁ। ଥକ୍କା ମାରି ଠିଆ ହୋଇଯାଇ କହିଥିଲେ, "ଏ କ'ଣ ମା ଲୋପା, ତୋର ଆଦରର ନେକ୍ଲେସ୍‌ଟିକୁ ଓହ୍ଲାଇ ଥୋଇଦେଲୁ ଯେ?ଆଖିରୁ ଲୁହ ଗଡ଼ାଇ, ଅଧୀର ହୋଇପଡ଼ି ଲୋପାମୁଦ୍ରା କହିଲା, "କୁହ ବାପା! ମୋ ଅପେକ୍ଷା କ'ଣ ଏ ନେକ୍ଲେସ୍ ଆହୁରି ସୁନ୍ଦର? ଏ ସୁନାକାଠି ପରି ଦେହ କ'ଣ ତୁମକୁ ଆନନ୍ଦ ଦେଇ ପାରିବନି ବାପା?" "କିନ୍ତୁ କାହିଁକି?"